ସୁମନ୍ତ ଭଳି ସ୍ୱାମୀ ପାଇ କୌଣସି ନାରୀ ଯଦି କହେ ସେ ଭାଗ୍ୟହୀନା, ତେବେ ଦୁନିଆ ତାକୁ ଆଜି କ'ଣ କହିବ? ତିଳୋତ୍ତମାର ମନ ମଧ୍ୟରେ ଏହି ପ୍ରଶ୍ନ ଯେ କାହିଁକି ଏତେଦିନ ପରେ ସ୍ଥାନପାଇଛି ତାହା ସେ ନିଜେ ମଧ୍ୟ ଜାଣିପାରିଲା ନାହିଁ। ମା' ହେବାର ବାସନା ତାକୁ ଅସ୍ଥିର କରିପକାଇଲା। କିନ୍ତୁ ସେ ଦିଗରେ ସୁମନ୍ତ ଯେ ଏକାବେଳକେ ନିଶ୍ଚେଷ୍ଟ। ତେବେ ଉପାୟ? ବିବାହିତା ନାରୀକୁ ସବୁ ଉପାୟ ଜଣା। ସେ ଶିବବ୍ରତ କରି ମଧ୍ୟ ପାଣିରେ ବୁଡ଼ି ପାଣି ପିଇଜାଣେ। ତିଳୋତ୍ତମା କ'ଣ ଏତିକି କରିପାରିବ ନାହିଁ? ନିର୍ବିକାର ଭାବେ ତିଳୋତ୍ତମା କହିଲା, ''ଆପଣ ନାରୀ। ନାରୀର ଦୁଃଖ ନାରୀକୁ ଜଣା-। ମୋର ମା' ହେବାର। '' ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ଵରେ ଥିବା ମହିଳା ଡାକ୍ତର ଟିକିଏ ରସିକତା କରି କହିଲେ, ''ଆପଣ କୌଣସି ପୁରୁଷ ପାଖରେ ଆବେଦନ କରନ୍ତୁ। ସେ ଆପଣଙ୍କର ବାସନାକୁ ଚରିତାର୍ଥ କରିବେ। ଏହା ମୋର ଦୃଢ଼ ବିଶ୍ୱାସ। '' ''ମାଆ ହେବାର ପରମ ସୌଭାଗ୍ୟକୁ ମୁଁ ଚିରଦିନ ପାଇଁ ବିସର୍ଜନ ଦେବାକୁ ଚାହେଁ। ଆପଣ ମୋତେ ସାହାଯ୍ୟ କରନ୍ତୁ। '' ''ଉଦ୍ଦେଶ୍ୟ? '' ଆଖିର ଲୁହରେ ସେ କହିଲା, ''ମୋର ସ୍ୱାମୀ ତାଙ୍କର କୌଣସି ଉତ୍ତରଦାୟାଦକୁ ସୂର୍ଯ୍ୟର ଆଲୋକ ମଧ୍ୟକୁ ଆସିବାକୁ ସୁଯୋଗ ଦେବାକୁ ଅନିଚ୍ଛୁକ। '' କଥା ଶେଷହେବା ପୂର୍ବରୁ ମହିଳା ଡାକ୍ତର ପଚାରିଲେ, ''ଆପଣଙ୍କ ସ୍ୱାମୀଙ୍କର ଏ ପ୍ରକାର ଅମାନୁଷିକ ଅଭିପ୍ରାୟର କାରଣ ଜାଣିପାରେ କି? '' ''ରୂପ ବଜାରରେ ପେଶାଦାର ପ୍ରେମିକ ସାଜିବାକୁ ତାଙ୍କର କୌଣସି ଉତ୍ତରାଧିକାରୀ ସୂର୍ଯ୍ୟର ଆଲୋକ ମଧ୍ୟକୁ ଯେପରି ନ ଆସିବେ ସେଥିପାଇଁ ମୋର ସ୍ୱାମୀ ବହୁ ପୂର୍ବରୁ ଯେ ଏହି ବନ୍ଦୋବସ୍ତ କରିସାରିଛନ୍ତି ଏହା ଯଦି ମୁଁ ଜାଣିଥାନ୍ତି ତେବେ ମାଆ ହେବାପାଇଁ ମୋର ସତୀତ୍ୱକୁ ମୁଁ କେବେ ବଳିଦେଇ ନ ଥାନ୍ତି। ମୁଁ ନାରୀ। ସତୀତ୍ୱ ହେଉଛି ନାରୀର ଧର୍ମ। ସମାଜରେ ମୁଁ ଅସତୀ ହେବାକୁ ଚାହୁଁନାହିଁ। ଆପଣ ମୋର ନାରୀତ୍ୱକୁ ରକ୍ଷା କରନ୍ତୁ। '' ତିଳୋତ୍ତମାର କଥାରେ ସୁକାନ୍ତୀ ଥରିଉଠିଲେ। ତିଳୋତ୍ତମା ଯାହା କହିଗଲା, ସେହି କଥା ସେ ଅନେକ ଦିନ ତଳେ ସୁମନ୍ତକୁ ବିଦ୍ରୂପ କରି କହିଥିଲେ-''ମୋର ଦୁର୍ଭାଗ୍ୟ ଯେ ମୁଁ ଆଜି ଦୁନିଆରେ ନାରୀ ହୋଇ ଜନ୍ମହୋଇଛି। ମୁଁ ଯଦି ଆପଣଙ୍କ ପରି ଜଣେ ପୁରୁଷ ହେବାର ସୁଯୋଗ ନେଇ ଜନ୍ମ ହେଇଥାନ୍ତି, ତେବେ ମୁଁ ମୋର କୌଣସି ଉତ୍ତରାଧିକାରୀକୁ ମଧ୍ୟ ଛାଡ଼ି ଯାଆନ୍ତି ନାହିଁ ଆପଣଙ୍କ ଭଳି ନିର୍ଲଜ ଭାବରେ ସ୍ତ୍ରୀର ଇଜ୍ଜତ୍ ନେଇ ରୂପ ବଜାରରେ ପେଶାଦାର ଗ୍ରାହକ ସାଜି ଖେଳ ଖେଳିବାକୁ। '' ସୁକାନ୍ତୀ ଅସହାୟ ଭାବେ ଚିତ୍କାର କରି କହିଲେ, ''ହାୟ ସୁମନ୍ତ! ମୋତେ କ'ଣ ଦଂଶନ କରିବାକୁ ତୁମେ ଏହି କାଳନାଗୁଣୀକୁ ଏଠାକୁ ପଠାଇଥିଲ? ଏହାର ବିଷଜ୍ୱାଳା ଯେ ମୁଁ କୌଣସି ପ୍ରକାରେ ସହ୍ୟ କରିପାରିବି ନାହିଁ। '' ସୁକାନ୍ତୀର ଚିତ୍କାରର ପ୍ରତିଧ୍ୱନିରେ ସ୍ୱାସ୍ଥ୍ୟ କେନ୍ଦ୍ରଟି ଭରି ଯାଇଥିଲା। ତିଳୋତ୍ତମା ଧୀରେ ଧୀରେ ପଦାକୁ ବାହାରି ଆସିଲା। ଆଉ ସୁକାନ୍ତୀର କରୁଣ ଦୃଷ୍ଟି ସେତେବେଳେ କେବଳ ତିଳୋତ୍ତମା ଉପରେ ହିଁ ନିବଦ୍ଧ ହୋଇଯାଇଥିଲା। ଝାଡ଼ୁଦାର ବୁଢ଼ା ମନକୁ ମନ କହିଲା, ''ଏହିଭଳି ଅସୁନ୍ଦରୀ ସ୍ତ୍ରୀର ସତୀତ୍ୱର ପୁଣି ମୂଲ୍ୟ କ'ଣ? '' ପିତା ମହାକାଳ ଦୁର୍ବଳତାର ସୁଯୋଗ ସବୁବେଳେ ସମସ୍ତେ ନେଇଥାନ୍ତି। ଦୁର୍ବଳ ସବୁବେଳେ ବଳବାନ ପାଖରେ ଆତ୍ମସମର୍ପଣ କରିଦେଇ ନିଜର ଆତ୍ମରକ୍ଷାର ଉପାୟ ଚିନ୍ତାକରେ। ଏତେ ଜାଣିଶୁଣି ସୁଦ୍ଧା ମଣିଷ ନିଜର ଦୁର୍ବଳତା ଅନ୍ୟ ପାଖରେ ପ୍ରକାଶ କରେ କାହିଁକି? ଏହିକଥା ସେଦିନ ଅଳସ ସଞ୍ଜରେ ଭାବୁଥିଲେ ହେମଲତା। ସେ କାହିଁକି ନିଜକୁ ହେୟ ଓ ଅବହେଳିତ ମନେକରି ତାଙ୍କ ଜୀବନର। ଇତିହାସର ସମସ୍ତ ପୃଷ୍ଠାଗୁଡ଼ିକ ଖୋଲିଦେଇ ସୁଧୀନ୍ଦ୍ରକୁ ପଢ଼ିବାକୁ ଦେଲେ? ସୁଧୀନ୍ଦ୍ର ତ ସେପରି ତାଙ୍କର ଅତି ଆପଣାର ଲୋକ ନୁହେଁ କିମ୍ବା ରକ୍ତଗତ ସମ୍ପର୍କ ମଧ୍ୟ ସୁଧୀନ୍ଦ୍ର ସଙ୍ଗରେ ତାଙ୍କର କିଛି ନାହିଁ। ତେବେ ସେ ସୁଧୀନ୍ଦ୍ରକୁ ଏତେ ବିଶ୍ୱାସ କଲେ କିପରି? ଜଣେ ଅଜଣା ଅଶୁଣା ବ୍ୟକ୍ତିକୁ ତାଙ୍କର ଏତେଦୂର ବିଶ୍ୱାସ କରିବା ମୋଟେ ଉଚିତ ହୋଇନାହିଁ। ପାଖ ପଡ଼ୋଶୀ ହିସାବରେ ସୁଧୀନ୍ଦ୍ର ତାଙ୍କ ଘରକୁ ଯିବା ଆସିବା କରୁଥିଲେ। କେବେ କିମିତି ସୁବିଧା ଅସୁବିଧାରେ ଚା' ଟିକିଏ କିମ୍ବା ଭାତ ଗଣ୍ଡିଏ ଖାଇଦେଇ ଯାଉଥିଲେ। ସୁଧୀନ୍ଦ୍ର ମଧ୍ୟ ସେୟା କରୁଥିଲେ। ତାଙ୍କର ଏପରି କେଉଁ ଅସାଧାରଣ ସ୍ୱଭାବ ଦେଖି ହେମଲତା ତାଙ୍କ ପ୍ରତି ଏତେ ଯେ ଆକୃଷ୍ଟ ହୋଇପଡ଼ିଲେ, ସେହିକଥା ମନେମନେ କେବଳ ଆଲୋଚନା କରୁଥିଲେ ହେମଲତା।